ତା' ଡେଣା ଶବ୍ଦରେ ଚମକି ଉଠି ତରୁଣୀଟି ଲଣ୍ଠନ ଆଲୁଅକୁ ଅଳ୍ପ ତେଜି ଦେଲା। ଆରେ ଏଯେ ସେହି ଚପଳା! ଏତେ ରାତିରେ କାହାକୁ ଅପେକ୍ଷା କରି ବସିଛି? ଏତେ ସରଳ ସୁନ୍ଦର ଝିଅ ପୁଣି ଏତେବଡ଼ ଦୁଃସାହସ କରିପାରିଲା? ଅଶୋକ ପାତ୍ର ମନେ ମନେ ଭାବୁଥିଲା, ଏ ସ୍ତ୍ରୀ ଜାତିର ପ୍ରକୃତିଟା ବଡ଼ ବିଚିତ୍ର। ବ୍ରହ୍ମା ଏମାନଙ୍କୁ ତିଆରି କଲାବେଳେ ରହସ୍ୟମୟ ଅଂଶଟାକୁ ଟିକିଏ ଅଧିକ ପରିମାଣରେ ମିଶାଇ ଦେଲା। ଚପଳା ପୁଣି ଏତେ ବଡ଼ ଦୁଃସାହସ କରିପାରିଲା? କ'ଣ ହୋଇଛି ତା'ର? ଲଣ୍ଠନର ସ୍ତିମୀତ ଆଲୋକରେ ତା'ର ଶୁଖିଲା ମୁହଁଟି ଦେଖାଯାଉଛି। ଫାଶପକା ଚଢ଼େଇ ପରି ବିନୀତ ଆଖି ଦୁଇଟାରେ କେତେ ମିନତି! କିଛିକ୍ଷଣ। ଅପେକ୍ଷା କରି ସେ ଭୋଟ ଗ୍ରହଣ କରାଯାଉଥିବା ଅବରୁଦ୍ଧ ଘର ପାଖକୁ ଫେରି ଆସିଥିଲା। ତା' ଆଖିରେ ସଜାଗ ଚାହାଣୀ! କି କଥା ଶୁଣିବାକୁ ସେ ଏତେ ଉଦ୍ବିଗ୍ନା? ବୋଧହୁଏ ବନଲତା ଦାସ ଅଛି କି ନାହିଁ ଦେଖି ନେଉଛି। ବନଲତା ମୁହଁର କଥା ଶୁଣିବାକୁ ଖୁବ୍ଆଗ୍ରହୀ। ସେ ଜାଣିବାକୁ ଚାହେଁ, ବନଲତା ଦାସ ସଙ୍ଗେ ଏହି ଅଚିହ୍ନା ଅତିଥିମାନେ କି କଥା ହେଉଛନ୍ତି। ବନଲତା ଦାସ ସଙ୍ଗେ ଏହି ଅଚିହ୍ନା ଅତିଥିମାନେ କି କଥା ହେଉଛନ୍ତି। ବନଲତା ସେମାନଙ୍କ କଥାର ଉତ୍ତର ଦେଲାବେଳେ ହସୁଛି କି ନାହିଁ। 'ଚପଳା' ତରୁଣୀ ମନର ସ୍ୱାଭାବିକ ଦୁର୍ବଳତାର ଶିକାର ହୋଇଛି। ଏତେ ସୁନ୍ଦର ଝିଅ ପୁଣି ଏତେ ମାରାତ୍ମକ ଭାବରେ ସନ୍ଦେହୀ ହୋଇ ପାରିଲା? କାହାପାଖରୁ ଏ ହୀନମାନିଆ କଥାତକ ଶିକ୍ଷା କଲା? ମହାପାତ୍ର ଓ ମିଶ୍ରବାବୁ ଚପଳାର ଆଗମନପ୍ରତି ସଚେଷ୍ଟ ହୋଇ ଗଲେଣି। ଚପା, ଚପା କଣ୍ଠରେ ସେମାନେ ତା ବିଷୟରେ ଆଲୋଚନା କରୁଛନ୍ତି। କୃଷ୍ଣପ୍ରସାଦର ଏଇ ସୁନ୍ଦରୀ ଝିଅଟି ଶେଷରେ ସେମାନଙ୍କ ପ୍ରେମର ପ୍ରତିଉତ୍ତର ଦେଲା-। ଏତେ ରାତିରେ ସେମାନଙ୍କ ଖବର ବୁଝିବାକୁ ଶୋଇଲା ଶେଯରୁ ଉଠି ଆସିଛି-। ରାତ୍ରିର ନିଶୂନ, ନିର୍ଜନ ନିସ୍ତବ୍ଧକୁ ମାନି ନାହିଁ। ଚପଳାର ପ୍ରତିଉତ୍ତରଟା କେତେ ପ୍ରାଣପୂର୍ଣ୍ଣ। ଚପଳା ତା'ର ନିର୍ବାଳ ଆଖିରେ ବସାଘର ଆଡ଼କୁ ଅନାଇଛି। ସ୍ଥିର, ଚକିତ ଡୋଳା ଦୁଇଟି କହୁଛି, ତୁମେ ସବୁ ଏଡ଼େ ନିଷ୍ଠୁର? ଦୁଇଦିନ ପାଇଁ ଆସି ଗୋଟିଏ ସରଳା ବାଳିକାର ନିସ୍ତରଙ୍ଗ ମନ–ସମୁଦ୍ରର ବିଚ୍ୟୁତିର ଝଡ଼ ବୁହାଇ ଦେଲ। କାହିଁକି ଏତେ ମାୟା, ମମତାର ଭାରା ଦେଲ? ସେ ସବୁ ଯେ ସମ୍ଭାଳି ପାରୁ ନାହିଁ। ସକାଳ ପାହିଲେ ତୁମେ ସବୁ ଚାଲିଯିବ। ଏ ବସାଘରେ ତୁମର ସେହି ହସ ଖୁସିର ଆଳାପ ଆଲୋଚନା ଶୁଭିବ ନାହିଁ। କିନ୍ତୁ ତୁମେ ସବୁ ଚିରଦିନ ପାଇଁ ମତେ ଛାତି ଭିତରେ ଅଲିଭା ସ୍ମୃତି ହୋଇ ବସି ରହିବ। ଚପଳା ପ୍ରତି ଅଶୋକ ପାତ୍ରର ସହାନୁଭୂତି ହେଲା। ଆହା, ସରଳା ବାଳିକାଟି କେତେ ସୁନ୍ଦର ଭାବରେ ଚଳିଯାଉଥିଲା। ତା' ନିଜ ପ୍ରତି, ନିଜର ଯୌବନ ପ୍ରତି କେବେ ହେଲେ ସଜାଗ ହୋଇ ନାହିଁ। କିନ୍ତୁ ଏହି ଦିନ ଦୁଇଟାରେ ଅନେକ ବଦଳି ଗଲା। ସେ ଆପେ, ଆପେ ବୁଝିନେଲା, ହସଖୁସିର ଦିନ ଆଉ ନାହିଁ। ପିଲାଦିନର ବେପରୁଆ ଭାବ ଚଳିବ ନାହିଁ। ହେହ ଭିତରେ ଏମିତି କିଛି ରହି ଯାଇଛି, ଯାହାକୁ ଦେଖି ଅଜଣା ଅତିଥି ମୋହାଚ୍ଛନ୍ନ ହୋଇ ଯାଉଛି। ଓସାରିଆ ଆଖିଟାମାନ ପଲକ ଭିତରେ ସମୁଦାୟ ଶରୀରକୁ ଗ୍ରାସ କରି ନେଉଛି। ଦେହ ସମ୍ଭାଳି ଚାଲିବାକୁ ହେବ। ସ୍ଥାନ ଦେଖି ହସିବାକୁ ହେବ। ବାଦଲ ଭିତରୁ ବାହାରି ଆସି ରୂପେଲେରୀ ଚନ୍ଦ୍ରଟା ମେଲା ଆକାଶରେ ଛିଡ଼ା ହେଲା। ସେ ବି କଣ ଚପଳା ପ୍ରତି ଆଗ୍ରହୀ ହୋଇ ଉଠିଛି? ହୋଇଥିବ! ରୂପକୁ କାହାର ଲୋଭ ନାହିଁ ଯେ-? 'ଚପଳା' ଚନ୍ଦ୍ରକିରଣ ଦେଖି ଚମକି ପଡ଼ିଲା। ଚନ୍ଦ୍ରକିରଣ ଭିତରେ ଚପଳାକୁ ଦେଖି ମହାପାତ୍ରବାବୁ ଚପଲ ପିନ୍ଧିଲେ। ଆସ୍ତେ, ଆସ୍ତେ ଆବାଜ ନ କରି ବସା ବାହାରକୁ ଯିବାକୁ ସେ ଉପକ୍ରମ କରୁଛନ୍ତି। ଚପଳା ଏକମୁହାଁ ହୋଇ ତା' ଘର ଆଡ଼କୁ ମୁହାଁଇଲା। ସେ ଚାଲୁ ନାହିଁ ଯେ ଧାଉଁଛି। ମହାପାତ୍ର ବାବୁ ପୁଣି ଥରେ ଫେରି ଆସିଲେ। ବସାଘରେ ନିଶୂନ ନୀରବତା ରାଜତ୍ୱ କରିବାକୁ ଲାଗିଲା। ସମଗ୍ର ପାରିକୁଦଟା ଶୋଇଗଲା। ରୂପସୀ ଚିଲିକାର ହୃଦୟ ଶୋଇ ପଡ଼ିଲା। ଅଶୋକ ପାତ୍ରର ଚିନ୍ତା–ବିବ୍ରତ ଉଜାଗର ଆଖିରେ ବି ନିଦ ଭରିଛି। ଅନ୍ୟମନସ୍କ ମିଶ୍ରବାବୁ ଶୋଇ, ଶୋଇ ହସୁଛନ୍ତି। ଆଉ ମହାପାତ୍ର ବାବୁ?